ମୋର ଆଶା ଦ୍ୱିତୀୟ ରେକ୍ଟିଫାୟାର୍ଟି ଭଲ କାମ ଦେବ। କୋଡ଼ୋରସ୍କି ରେକ୍ଟିଫାୟାରଟିକୁ ବଦଳାଇ ଦେଇଛନ୍ତି କି ନାହିଁ, ହଠାତ୍ ଟେଲିଭିଜନ୍ ପରଦା ଉପରେ ଏକ ଅସ୍ପଷ୍ଟ ଈଷତ୍ନୀଳ ଆଲୋକ ଆଭା ଫୁଟି ଉଠିଲା। ପରଦା ଉପରେ ନୀଳ ଆଲୋକକୁ ଦେଖି ଆନନ୍ଦରେ କୋଡ଼ୋରସ୍କି ନାଚିଉଠିଲେ। ଅନ୍ୟ ଯନ୍ତ୍ରଗୁଡ଼ିକୁ ସେ ଏପାଖ ସେପାଖ ମୋଡ଼ାମୋଡ଼ି କରି ଟେଲିଭିଜନ୍ ପରଦା ଉପରେ ମାନମନ୍ଦିର ଷ୍ଟେସନ୍ସ୍ଥ ଟେଲିଭିଜନ୍କକ୍ଷର ପ୍ରତିଛବି ଆଣିପାରିଲେ। ଚାହୁଁ ଚାହୁଁ ମେକୋଭେଲସ୍କିଙ୍କର ହସ ହସ ମୁଖ ପରଦା ଉପରେ ଫୁଟିଉଠିଲା। ତାଙ୍କ ପଛଆଡ଼େ ଠିଆ ହୋଇଥାନ୍ତି ତାଙ୍କର ସହକର୍ମୀ ଇଞ୍ଜିନିଅରମାନେ। ସେ ହସି ହସି ପଚାରିଲେ, ''ଏତ ତୁମେ ମୋତେ ଦେଖି ପାରୁଥିବ କୋଡ଼ୋରସ୍କି। ମୁଁ ଏଠାରେ ତୁମକୁ ଓ ତୁମ ଉପଗ୍ରହର ଟେଲିଭିଜନ୍ କକ୍ଷକୁ ବେଶ୍ ପରିଷ୍କାର ଦେଖିପାରୁଛି। ଯା' ହେଉ; ଏତେ ଦିନର ଗବେଷଣା ଆଜି ଫଳପ୍ରଦ ହେଲା, ଏଇ ମୋର ସୌଭାଗ୍ୟ। ତୁମ୍ଭେମାନେ ତ ଏଠାରୁ ଅଠର ଘଣ୍ଟା ହେଲା ଗଲଣି। ତୁମ୍ଭମାନଙ୍କର ସେଠାରେ ଖବର କଅଣ, ସବୁ ଭଲ ତ? '' ''ହଁ, ଆଜ୍ଞା ଆମ୍ଭେମାନେ ସମସ୍ତେ ଏଠାରେ ଭଲ ଅଛୁଁ। ଆମ ଉପଗ୍ରହର ଡିରେକ୍ଟର ଡକ୍ଟର ଆଲେସ୍କି ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି, ଆପଣଙ୍କର ଏହି ଅପୂର୍ବ କୃତକାର୍ଯ୍ୟତା ନିମିତ୍ତ। '' କୋଡ଼ୋରସ୍କି ଏତକ କହୁଁ କହୁଁ ଆଲେସ୍କି ଟେଲିଭିଜନ୍ ପ୍ରେରକ ଯନ୍ତ୍ର ଉପରେ ନଇଁପଡ଼ିଲେ ଅଭିନନ୍ଦନ ଜଣାଇବାପାଇଁ, ତାଙ୍କର ଏହି ବିରାଟ କୃତିତ୍ୱ ନିମିତ୍ତ। ''ଯାହାହେଉ, ତୁମ୍ଭମାନଙ୍କ ଅଭିନନ୍ଦନ ପାଇ ମୁଁ ଖୁସି ହେଲି ଆଲେସ୍କି! ମୁଁ ଆଶା କରୁଛି ତୁମ୍ଭେମାନେ ଯେଉଁ ବିରାଟ ଅଭିଯାନରେ ଯାଇଚ, ତାହା ସଫଳତା ଲାଭ କରୁ। ଏଇ ମୋର ତୁମ୍ଭମାନଙ୍କୁ ଏକମାତ୍ର ଆଶୀର୍ବାଦ। '' ହଠାତ୍ ପଛଆଡ଼କୁ ଅନାଇ କହିଲେ, ''ଆସନ୍ତୁ, ଆସନ୍ତୁ, ଡିରେକ୍ଟର ପାଲାଭିନ୍, ଏଇ ଆପଣଙ୍କ ସହକାରୀ ଆଲେସ୍କି ମୋ ସହିତ କଥାବାର୍ତ୍ତା କରୁଛନ୍ତି। ଏଥର ଆପଣ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ। '' ସଙ୍ଗେ ସଙ୍ଗେ ଉପଗ୍ରହର ଟେଲିଭିଜନ୍ ପର୍ଦ୍ଦା ଉପର ପ୍ରତିଛବି ମଳିନ ହୋଇଯାଇ ସେ ସ୍ଥାନର ବୃଦ୍ଧ ପାଲାଭିନ୍ଙ୍କ ହସ ହସ ମୁଖ ଫୁଟିଠିଲା। ବୃଦ୍ଧ ଆନନ୍ଦ ଗଦ୍ଗଦ୍ ହୋଇ କହିପକାଇଲେ–''ବେଶ୍ ବେଶ୍ ଆଲେସ୍କି, ତୁମ୍ଭେମାନେ ଯେ ନିରାପଦରେ ଯାଇ ସେଠାରେ ପହଞ୍ଚି ପାରିଛ, ସେହି ଆମର ଯଥେଷ୍ଟ। ତୁମ୍ଭମାନଙ୍କର କାହାର କିଛି ଅସୁବିଧା ହୋଇନାହିଁ ତ? ଲେନା, ମେରିନା ଆଦି କିପରି ଅଛନ୍ତି? ହଁ, ଅଭିଯାନ ପୂର୍ବରୁ ଆମ୍ଭେମାନେ ଯାହା ଆଶା କରିଥିଲୁ, ତୁମ୍ଭେମାନେ ଠିକ୍ ସେତିକି ଦୂରରେ ପହଞ୍ଚି ପୃଥିବୀ ଚାରି ପାଖରେ ବେଶ୍ ପରିଭ୍ରମଣ କରୁଛ। ଏଠାରୁ ଆମର ବିରାଟ ଦୂରବୀକ୍ଷଣ ସାହାଯ୍ୟରେ ଆମେ ତୁମ ଉପଗ୍ରହକୁ ଲକ୍ଷ୍ୟ କରିପାରୁଛୁଁ। ଉପଗ୍ରହଟି ଆମ ଦୂରବୀକ୍ଷଣରେ ଏକ କ୍ଷୀଣ ଆଲୋକବିନ୍ଦୁଠାରୁ ଅଧିକ ବଡ଼ ଦିଶୁନି। ତୁମର ଗତି, ଦୂରତା, ପରିଭ୍ରମଣ କାଳ, ପରିଭ୍ରମଣ ପଥ ଆଦି ଗଣନା କରି ଆମର କୃତ୍ରିମ ଆକାଶରେ ତୁମ ଉପଗ୍ରହର ଏକ ପ୍ରତିରୂପ ପ୍ରତିଷ୍ଠା କରି ସାରିଲୁଣି। ହଁ, ଆଉ ଗୋଟିଏ କଥା ତୁମକୁ କହିବାକୁ ଭୁଲିଯାଉଛି। ତୁମ୍ଭେମାନେ ପ୍ରତି ଛ' ଘଣ୍ଟାରେ ମହାଶୂନ୍ୟରେ ଯେଉଁ ସବୁ ବିଭିନ୍ନ ପର୍ଯ୍ୟବେକ୍ଷଣ କରିବ, ସେଗୁଡ଼ିକର ଗୋଟିଏ ଗୋଟିଏ ରିପୋର୍ଟ ଆମ ପାଖକୁ ସଙ୍ଗେ ସଙ୍ଗେ ପଠାଇ ଦେଉଥିବ। ଆମେ ସେହି ସବୁ ରିପୋର୍ଟଗୁଡ଼ିକୁ ଦରକାର ଅନୁଯାୟୀ ରାଷ୍ଟ୍ରର ବିଭିନ୍ନ ବିଶେଷଜ୍ଞମାନଙ୍କଠାକୁ ପଠାଇ ଦେଉଥିବୁଁ। ହଁ, ତୁମ ପିତା ତୁମକୁ ଦେଖା କରିବାକୁ ବଡ଼ ବ୍ୟାକୁଳ। ଟେଲିଭିଜନ ଖରାପ ହୋଇଯିବା ଶୁଣି ସେ